ତା ପୂର୍ବରୁ ଆମ ପକ୍ଷରେ ଏହି ନିରାପତ୍ତା ପରିଷଦରେ କୌଣସି ଆଲୋଚନାରେ ଭାଗ ନେବା ସମ୍ଭବପର ହୋଇ ନ ପାରେ। ତେଣୁ ମୁଁ ପ୍ରସ୍ତାବ ଦେଉଛି, ଆଜିର ଏ ବୈଠକ କାଲିକୁ ମୂଲତବୀ ରହୁ; ଆମେ ଆମ ସରକାର ସହିତ ଆଲୋଚନା କରି ମନ୍ତବ୍ୟ ଦେବୁ। ତା ନ ହେବା ପର୍ଯ୍ୟନ୍ତ ଆମେ ଏହି ପତ୍ର ଉପରେ ବିଶେଷ କିଛି ଆଲୋଚନା କରିପାରିବୁ ନାହିଁ। ଯଦି ଆମ ସରକାରମାନେ ମତ ଦିଅନ୍ତି, ଏହି ପତ୍ର ପାଇଁ ସାଧାରଣ ଆସେମ୍ବ୍ଲିକୁ ଡାକିବା ଦରକାର ପଡ଼େ, ତେବେ ଆସନ୍ତାକାଲି ଆମେ ସେ ସମ୍ପର୍କରେ ଆଲୋଚନା କରିବା। ମୋତେ ଯା' ଜଣାପଡ଼ୁଛି, ରହି ବିରାଟ ପ୍ରଶ୍ନର ସମାଧାନନିରାପତ୍ତା ପରିଷଦର ପରିସର ବାହାରେ। ଏହି କିଛି ସମୟ ତଳେ ଘଟିଯାଇଥିବା ଘଟଣାରେ ମୁଁ ଏତେ ବିବ୍ରତ ଯେ ମୋ ପକ୍ଷରେ ଆଉ କିଛି ଭାବିବା ସମ୍ଭବପର ନୁହେଁ। ଋଷିଆ ସଭ୍ୟ ବ୍ରିଟିଶ ସଭ୍ୟଙ୍କ ଭଳି ମତପ୍ରଦାନ କଲେ। ଫ୍ରାନ୍ସର ବି ମଧ୍ୟ ସେଇ ମତ। ସମସ୍ତଙ୍କ ମତ ଅଧିବେଶନକୁ ଆସନ୍ତା କାଲିକୁ ମୁଲତବୀ ରଖିବାକୁ। ତେବେ ବ୍ରିଟିଶ ସଭ୍ୟଙ୍କ ଭଳି ସମସ୍ତେ ରାଷ୍ଟ୍ରଦୂତର ଏହି ଆଶ୍ଚର୍ଯ୍ୟ କାର୍ଯ୍ୟ ପ୍ରତି ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ ନ କରି ରହି ପାରୁ ନ ଥାନ୍ତି। ନିରାପତ୍ତା ପରିଷଦର ସଭ୍ୟମାନଙ୍କ ଭିତରେ ବିଜ୍ଞାନରେ ଅଧିକ ବୁତ୍ପତ୍ତି ଥିବାରେ ମୋର ପ୍ରସିଦ୍ଧି। ରାଷ୍ଟ୍ରଦୂତ ଆମ ଆଖି ସାମ୍ନାରେ କରିଯାଇଥିବା କେତୋଟି କାମକୁ ବୈଜ୍ଞାନିକ ବିଶ୍ଳେଷଣକରି ମତ ଦେବାକୁ ସମସ୍ତଙ୍କ ଅନୁରୋଧ ମୋତେ। ଏହି ଘଟଣାଗୁଡ଼ିକୁ ଜାତିସଂଘର ବୈଜ୍ଞାନିକ ଉପଦେଷ୍ଟା ସଂସ୍ଥାକୁ ଓ ପୃଥିବୀର ବିଶିଷ୍ଟ ବୈଜ୍ଞାନିକମାନକୁ ଜଣାଇବା ପୂର୍ବରୁ ସମସ୍ତେ ଏ ସମ୍ବନ୍ଧରେ ମୋ ମତ ଜାଣିବା ଦରକାର କରୁଥାନ୍ତି। ତେଣୁ ସମସ୍ତଙ୍କ ଦୃଷ୍ଟି ମୋ ଉପରେ। ମୁଁ ଉଠି ଏହାର ବୈଜ୍ଞାନିକ ବିଶ୍ଳେଷଣ କରିବା ପୂର୍ବରୁ କୋମିଂଟାଙ୍ଗ୍ ଚୀନର ସଭ୍ୟ ଉଠି ଠିଆହୋଇ କହିଲେ, ''ଆପଣମାନେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ନବାଗତ ରାଷ୍ଟ୍ରଦୂତ ଜଣେ ବିରାଟ ସମ୍ମୋହନକାରୀ। ସେ ଆମକୁ ସମ୍ମୋହନ ପ୍ରକ୍ରିୟା ସାହାଯ୍ୟରେ ଏମିତି ତାଜୁବ ଘଟଣାସବୁ କରି ଦେଖାଇ ଦେଇଗଲେ ତାହା ଯେ ଆମ ଚିନ୍ତାକୁ ପୂରାପୂରି କାବୁ କରିଦେଇଛି। ତାହା ନ ହୋଇଥିଲେ ଦୁଆର ନ ଖୋଲି ଘର ଭିତରକୁ ଆସିବା, ଯାନକୁ ନ ଖୋଲି ତା ଭିତରୁ ବାହାରି ଆସିବା, ଲଫାପା ନ ଖୋଲି ଚିଠି ବାହାରକରି ପକାଇବାକୁ ଆପଣମାନେ ଆଉ କଣ ଭାବିପାରନ୍ତି? ମୁଁ ତ ଯାହା ଦେଖୁଚି, ସେ ଆମ ସମସ୍ତଙ୍କୁ ହିପ୍ନୋଟାଇଜଡ଼୍ କରିଦେଇ ନିଜ ବାହାଦୁରି ଦେଖାଇ ଚାଲିଗଲେ। ଏଥିରେ କିଛି ବୈଜ୍ଞାନିକ ବିଶ୍ଳେଷଣର ଆବଶ୍ୟକତା ଥିଲା ଭଳି ମୋତେ ଜଣାପଡ଼ୁନି। '' ଚୀନ ସଭ୍ୟଙ୍କ ଏତାଦୃଶ ମତବ୍ୟକ୍ତର ପରିଷଦର ସଭ୍ୟମାନେ ହୋ' ହୋ' ହୋଇ 'ହସି ଉଠିଲେ। କିଏ କେତେ ପ୍ରକାରେ ଚୀନ ସଭ୍ୟଙ୍କୁ ଯେ ଉପହାସ କଲେ ତାର କିଛି କଳ୍ପନା ନାହିଁ। କିନ୍ତୁ ସମସ୍ତେ ମୋ ମୁହଁରୁ କିଛି ଶୁଣିବା ପାଇଁ ବ୍ୟଗ୍ର। ସମସ୍ତଙ୍କ ଦୃଷ୍ଟି ମୋ ଆଡ଼େ। ତେଣୁ ବାଧ୍ୟ ହୋଇ ଉଠି ଠିଆ ହୋଇ କହିଲି,'' ମାନ୍ୟବର ଚିଂ ସଭ୍ୟ ଯା' କହିଲେ ତାକୁ ଆମେ ଯେତେ ଥଟ୍ଟା କଲେ ମଧ୍ୟ ତାହା ବିଶ୍ଳେଷଣର ଏକ ଦିଗ ହୋଇପାରେ। କିନ୍ତୁ ଏହି ପରିସ୍ଥିତିରେ ଏହା କେତେ ଦୂର ଯୁକ୍ତିକୁକ୍ତ, ତାହା ଆମର ଆଲୋଚନା କରିବା ଦରକାର। ଯେଉଁ ରାଷ୍ଟ୍ରଦୂତ ସାଧାରଣ ମଣିଷ ଭଳି ଦିଶୁଥିଲେ ହେଁ ରକ୍ତ ମାଂସର